ଶୁଭ୍ରା କ'ଣ ତାଙ୍କର ସେ ନିବେଦନ ରକ୍ଷା କରିବ? ମଣିଷର ଦୁର୍ବଳତା ଥରେ ଅନ୍ୟ ଆଖିରେ ଧରା ପଡ଼ିଗଲେ ସେ ସବୁବେଳେ ତା'ର ଦୁର୍ବଳତାର ସୁଯୋଗ ନେବାକୁ ଚାହେଁ। ଶୁଭ୍ରା ମଧ୍ୟ ସେହି ସୁଯୋଗ ଯଥେଷ୍ଟ ପରିମାଣରେ ତାଙ୍କ ପାଖରୁ ଆଦାୟ କରିନେଇଛି। ସେ କ'ଣ ନ କରିଛି କି? ସେ କହୁଁ କହୁଁ ଦିନେ ଗତିକୃଷ୍ଣଙ୍କୁ କରିଥିଲା, ''ସେ କୁଆଡ଼େ ତାଙ୍କୁ ସନ୍ତୁଷ୍ଟ କରିବାକୁ କେବଳ ଭଲପାଏ। '' ଗତିକୃଷ୍ଣର ମନରକ୍ଷା କରିବାକୁ ସେ ଏତିକି ନିଶ୍ଚୟ କହିଥିଲା। ସେ ଯେଉଁ ଚରିତ୍ରବାନ ପୁରୁଷ, ତାଙ୍କର ମନରକ୍ଷା କରିବାକୁ ଶୁଭ୍ରା ଭଳି ନାରୀ ପୁଣି ଚେଷ୍ଟା କରିବ? ପୁରୁଷର ପ୍ରତିଭା ପାଇଁ ନାରୀ ତାକୁ ସମ୍ମାନ ଦେଇପାରେ ନାହିଁ। ପୁରୁଷର ବିଷୟ, ସପତ୍ତି ପାଇଁ ସେ ନାରୀର ଶ୍ରଦ୍ଧା ଭାଜନ ହୁଏ। ପୁରୁଷ ତାହାର ଅକଳଙ୍କ ଚରିତ୍ର ପାଇଁ ନାରୀ ଆଖିରେ ହୁଏ ଜଣେ ସମ୍ମାନିତ ବ୍ୟକ୍ତି-। ଗତିକୃଷ୍ଣ ଭାବୁଥିଲେ ତାଙ୍କର ବିଷୟ ଅଛି ନା ସମ୍ପତ୍ତି ଅଛି? ଯେଉଁ ଉଜ୍ଜ୍ୱଳ ଚରିତ୍ର ବଳରେ ପୁରୁଷ ନାରୀ ପାଖରୁ ସମ୍ମାନ ପାଏ, ସେତିକି ସେ ଅନେକ ଦିନରୁ ନଷ୍ଟ କରିଦେଇଛନ୍ତି। ସୁତରାଂ ଶୁଭ୍ରା ଭଳି ସ୍ତ୍ରୀ କେବେ ତାଙ୍କୁ ଆଦର କରିପାରିବ ନାହିଁ। ସେ ଯେ ତାଙ୍କୁ ଘୃଣା କରୁନଥିବ ଏହାର ମାନେ ବା କ'ଣ? କେହି କ'ଣ କାହାକୁ ଢାକ ପିଟି, ଡାକି ବଜାଇ ଘୃଣା କରେ କି? ଶୁଭ୍ରାକୁ ଦେଖିଲାମାତ୍ରେ ଗତିକୃଷ୍ଣର ମନ ଦୁର୍ବଳ ହୋଇଯାଏ ଅସମ୍ଭବ ଭାବରେ। ତାଙ୍କର ଆଖିରୁ ଲୁହ ଆପେ ଆପେ ଗଡ଼ିଆସେ। ସେ ଅସହାୟ ଭାବରେ ଅଝଟ ପିଲାଭଳି କାନ୍ଦିପକାନ୍ତି। ଶୁଭ୍ରା ହୁଏତ ଭାବୁଥିବ କେବଳ ତାକୁ ଦେଖାଇବା ପାଇଁ ଏସବୁ ଗତିକୃଷ୍ଣର ଗୋଟିଏ ଫିସାଦ। କିନ୍ତୁ ଗତିକୃଷ୍ଣର ଅନ୍ତରର ଆର୍ତ୍ତନାଦ ଶୁଭ୍ରା ଶୁଣିପାରେ ନାହିଁ। ଏହି ଶୁଭ୍ରା ପାଖରେ ଗତିକୃଷ୍ଣ ଛୋଟ ହୋଇଗଲେ। ଶୁଭ୍ରା ଆଖିରେ ସେ ହୀନ ହୋଇଗଲେ। ଏହି କଥା ସେ ଶୁଭ୍ରାକୁ ଦେଖିଲା ମାତ୍ରେ ଯେତେବେଳେ ଚିନ୍ତା କରୁଥିଲେ, ସେତେବେଳେ ତାଙ୍କର ଦୁଇ ଆଖିରୁ ଶ୍ରାବଣର ବନ୍ୟା ଭଳି ଅଶ୍ରୁ ପ୍ରବାହ ଛୁଟିଆସେ। ଶୁଭ୍ରା ହସି ହସି କହେ, ''ଏତେ ଲୁହ ପୁଣି ପୁରୁଷ ଆଖିରେ ଥାଏ ବୋଲି ତ ତା'ର ଧାରଣା ନ ଥିଲା। '' ଗତିକୃଷ୍ଣ ଭାବନ୍ତି ଶୁଭ୍ରା କହିବ ନାହିଁ କାହିଁକି? ଭଗବାନ ତାକୁ କହିବା ପାଇଁ ସୁଯୋଗ ଯେତେବେଳେ ଦେଇଛନ୍ତି ସେ ନିଶ୍ଚୟ କହିବ। କହି କହି ତାହାର ମନର ଓରମାନ ସେ ନିଶ୍ଚୟ ମେଣ୍ଟାଇନେବ। ଚରିତ୍ରହୀନ ଲୋକକୁ ମଣିଷ କେଉଁଠାରେ ଦୟା ଦେଖାଏ ଯେ ଶୁଭ୍ରା ତାଙ୍କୁ ଦୟା ଦେଖାଇବ? ଶୁଭ୍ରାର ବ୍ୟଙ୍ଗୋକ୍ତି ସେ ସହ୍ୟ କରିପାରିବେ ନାହିଁ କିମ୍ବା ଶୁଭ୍ରାର ବଦାନ୍ୟତା ସେ ମଧ୍ୟ ଗ୍ରହଣ କରିପାରିବେ ନାହିଁ। ଶୁଭ୍ରା ତାଙ୍କୁ ଜାଣିପାରିଲା ବୋଲି ତ ସେ ତାଙ୍କୁ ଆଜି ଏତେ ଉପହାସ କରୁଛି। ଯେଉଁମାନେ ତାଙ୍କୁ ଜାଣିନାହାନ୍ତି କିମ୍ବା ତାଙ୍କ ଚରିତ୍ର ସମ୍ବନ୍ଧରେ କୌଣସି ଦୁଃସମ୍ବାଦ ପାଇନାହାନ୍ତି ସେମାନଙ୍କ ଆଖିରେ ସେ ହେଇଛନ୍ତି ଜଣେ ମହାମହିମ ବ୍ୟକ୍ତି। ଜଣେ ପ୍ରତିଭାବାନ ଦାର୍ଶନିକ। ମାତ୍ର ସେ ଶୁଭ୍ରା ଆଖିରେ ଆଜି କ'ଣ? ଏମିତି କେତେ କ'ଣ ଭାବିଭାବି ସେ ଶୁଭ୍ରା ଘରକୁ ଗଲେ। ଶୁଭ୍ରା ଚୁଲି ପାଖରେ ବସି ପରିବା କାଟୁଥିଲା। ସେ ଶୁଭ୍ରାକୁ ଦେଖିଲାକ୍ଷଣି ଭୟରେ ଥରିଉଠିଲେ। ଅନ୍ତର ଦୁଃଖରେ ତାଙ୍କର ଫାଟିପଡ଼ିଲା। ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଆସିଲା। ଶୁଭ୍ରା ବସିବାକୁ ଅନୁରୋଧ କଲା, ଏତିକି ବଦାନ୍ୟତା ସେ ସବୁବେଳେ ତାଙ୍କୁ ଦୟାକରି ଦେଖାଏ। ଆଖିରୁ ଲୁହପୋଛି ଗତିକୃଷ୍ଣ ବସିଲେ। ଶୁଭ୍ରା ଆରମ୍ଭ କଲା, ''ଦେଖନ୍ତୁ! ଆପଣଙ୍କ ପାଖରେ ଲୁଚାଇବାର ମୋର କିଛି ନାହିଁ। ଆପଣଙ୍କୁ ଦେଖିଲାକ୍ଷଣି କେତେଦିନ ପାଇଁ ମୁଁ ବେଶ୍ ତନ୍ମୟ ହୋଇଯାଇଥିଲି। ଆଉ ଆଜି। '' କୌଣସି କଥା ଖୋଲିକରି ଶୁଭ୍ରା କରିପାରିଲେ ନାହିଁ। ଶେଷରେ ବହୁ କଷ୍ଟରେ କହିଲା, ''ମୁଁ ହିନ୍ଦୁ ପରିବାରର କୁଳ-ବଧୂ। ଆପଣଙ୍କୁ ଆଉ କ'ଣ ବୁଝାଇବି। '' ଗତିକୃଷ୍ଣ ହଠାତ୍ ବସିବା ସ୍ଥାନରୁ ଉଠିପଡ଼ିଲେ। ସେଠାରେ ବସିରହିବାକୁ ତାଙ୍କର ଆଉ ଧୈର୍ଯ୍ୟ ନ ଥିଲା। ଶୁଭ୍ରା ଆଜି ତାଙ୍କୁ ଘୃଣାକରେ। ପରିଷ୍କାର ଭାବରେ ସେ କହିଗଲା ଏବଂ ସେ ମଧ୍ୟ ନିଜେ କାନରେ ଶୁଣିଲେ। ଏହାଠାରୁ ଲଜ୍ଜାର ବିଷୟ ଆଉ କ'ଣ ଥାଇପାରେ କି? ସେ ଯାହା ମନେମନେ ଭାବୁଥିଲେ, ଯାହା ଆଶଙ୍କା କରୁଥିଲେ ତାହା ଆଜି ପରିଷ୍କାର ହୋଇଗଲା।